ଦିନେ ଗଭୀର ରାତିରେ ଦସ୍ୟୁ ନାମଦେବ ଘୋଡ଼ାରେ ଚଢ଼ି ଅମ୍ବୋଧିଆର ଦେବୀମନ୍ଦିର ଦର୍ଶନ କରିବାକୁ ଆସିଲେ। ବହୁ ଭିକାରୀ ଆସିଥାନ୍ତି। ସେ ଭିତରେ ଜଣେ ସ୍ତ୍ରୀ ତାର ଛୋଟ ପିଲାକୁ ନେଇ ପ୍ରସାଦ ପାଇବାକୁ ଆସିଥାଏ। ପୂଜା ସମୟରେ ଭୋକରେ ପିଲାଟି କାନ୍ଦିବାରୁ ଦସ୍ୟୁ ଭିକାରୁଣୀଟିକୁ କଠିନ ତିରସ୍କାର କଲା। ଏଥିରେ ମହିଳାଟି, ଯେ କି ସଦ୍ବଂଶଜାତ ଏବଂ ଭାଗ୍ୟର ବିପର୍ଯ୍ୟୟରେ ଭିକାରୁଣୀ, କହିଲେ, ''ମୁଁ ମଧ୍ୟ ଏକଦା ଧନୀର ଗୃହିଣୀ ଥିଲି କିନ୍ତୁ ଆଜି ପଥର ଭିକାରୀ। '' ତା'ପରେ ସେ ତାଙ୍କ ସ୍ୱାମିହନ୍ତାଙ୍କୁ ଅଭିଶାପ ଦେବାକୁ ଲାଗିଲେ ଏବଂ ଅଶ୍ରୁରେ ଗଣ୍ଡଦେଶ ତିନ୍ତାଇ ଶୋକାକୁଳ ହେଲେ। ଡକାଏତ ସର୍ଦ୍ଦାର ନାମଦେବ ହିଁ ତାଙ୍କର ସ୍ୱାମିହନ୍ତା ଥିଲେ। ନାମଦେବଙ୍କ ମନରେ ଘୋର ପରିବର୍ତ୍ତନ ଘଟିଲା। ତାଙ୍କ ଆଖି ଆଗରେ ଭାସିଉଠିଲା ଅତୀତର ଏକ କରୁଣ ଚିତ୍ର। ତାଙ୍କ ଯୋଗୁ କେତେ ଲୋକ ସ୍ୱାମିହୀନ, ପିତୃହୀନ, ଗୃହହୀନ ଓ ଆଶ୍ରୟହୀନ! ଶିଶୁର କ୍ରନ୍ଦନ, ବିଧବା ଭିକାରୁଣୀର ଅଶ୍ରୁବର୍ଷଣ ଓ ଅଭିଶାପ ତାଙ୍କ ଜୀବନକୁ ଅସହ୍ୟ କରିଦେଲା। ଘୋର ମନସ୍ତାପରେ ସେ ମନ୍ଦିରକୁ ଯାଇ ଦେବୀଙ୍କର ଖଡ୍ଗ ନିଜ ବେକରେ ବସାଇଦେଲେ। ରକ୍ତ ଛୁଟିଲା ଅବିରାମ ଗତିରେ। ଦେବୀଙ୍କ କୃପାରେ ତାଙ୍କର ମୃତ୍ୟୁ ହେଲା ନାହିଁ। ଅନୁଶୋଚନାରେ ଦଗ୍ଧ ହୋଇ ଦିନରାତି ସେ ଦିଓଟି ଆଖିରୁ ଲୁହ ଗଡ଼ାଇବାକୁ ଲାଗିଲେ। ପଣ୍ଢରପୁରକୁ ଯାଇ ବିଷ୍ଣୁଙ୍କ ପାଦପଦ୍ମରେ ଶରଣ ନେଲେ। ଜ୍ଞାନେଶ୍ୱରୀ-ପ୍ରଣେତା ଜ୍ଞାନଦେବ ତାଙ୍କୁ ଉଦବୋଧନ ଦେଲେ। ବିଶୋୟା ଖେଚରାଙ୍କ ନିକଟରୁ ଦୀକ୍ଷା ଗ୍ରହଣ କରି ସେ ନୂତନ ବୈଷ୍ଣବ ନାମ ନେଲେ ନାମଦେବ। ନାମଦେବ ବହୁ ଅଭଙ୍ଗ ରଚନା କରିଛନ୍ତି। ତାଙ୍କର ଅଲୌକିକ ସାଧନା ମହାରାଷ୍ଟ୍ରରେ ସୁବିଦିତ। ଏଇ ମଣିଷ ଭିତରେ ଅମୃତ ଅଛି ତମରି ଭିତରେ ଅମୃତ ଅଛି, ଶାନ୍ତି ଅଛି। ମନୋନିବେଶ ଦରକାର। ଗୋଟିଏ ସତ ଘଟଣା କଥା କହୁଛି ଗୁରୁ ନାନକଙ୍କ କଥା। ଗୁରୁ ନାନକଙ୍କର ଏକ ଅଦ୍ଭୁତ ଶକ୍ତି ଥିଲା। ସେ ମନସ୍ତତ୍ତ୍ୱବିଦ୍ ଏବଂ ଭୂତ-ଭବିଷ୍ୟତ ସମ୍ପର୍କରେ ଜାଣି ପାରୁଥିଲେ। ନାନକ ଜଗନ୍ନାଥ ଧାମକୁ ତାଙ୍କ ଶିଷ୍ୟ ବାଲାଭାଇ ଏବଂ ପ୍ରସିଦ୍ଧ ଗାୟକ ଓ ଯନ୍ତ୍ରବାଦକ ମର୍ଦ୍ଦାନାଙ୍କ ସହିତ ଥରେ ଆସିଥିଲେ। ମହାନଦୀ ନିକଟରେ ଗୋଟିଏ ବଗିଚାରେ ସେ ଶିଷ୍ୟମାନଙ୍କ ସହ ଆଶ୍ରୟ ନେଲେ। ମର୍ଦ୍ଦାନା ନାନକଙ୍କ ରଚିତ ଗୀତ ଗାଇଲାବେଳେ ସେଠାରେ ବହୁଲୋକ ଜମା ହେଉଥିଲେ। ନାନକଙ୍କୁ ଦେଖିବାକୁ ଦୂରଦୂରାନ୍ତରୁ ଲୋକ ଧାଇଁଲେ। ନାନକଙ୍କ ସୁଖ୍ୟାତି ବଢ଼ିବାର ଦେଖି ପାଖରେ ଥିବା ବୈଷ୍ଣବମଠର ଅଧ୍ୟକ୍ଷ ଚୈତନ୍ୟଭାରତୀଙ୍କ ମନରେ ଈର୍ଷା-ଉଦ୍ରେକ ହେଲା। ସେତେବେଳେ ବୈଷ୍ଣବ ଧର୍ମର ପ୍ରଭାବ ସେ ଅଞ୍ଚଳରେ ବ୍ୟାପି ରହିଥିଲା-। ଅଭିଚାର ପ୍ରୟୋଗ କରି ଶତ୍ରୁକୁ ଧ୍ୱଂସ କରିବାପାଇଁ ସେ ଜଣେ ଭୈରବକୁ ନିଯୁକ୍ତ କଲେ। ଭୈରବ ସାଧାରଣ ଲୋକର କ୍ଷତି ଘଟାଇପାରେ କିନ୍ତୁ ମହାପୁରୁଷଙ୍କର କ୍ଷତି ଘଟାଇବା ତା' ଶକ୍ତିର ବାହାରେ। ମନ୍ଦ ଅଭିପ୍ରାୟରେ ଭୈରବ ନାନକଙ୍କ ପାଖକୁ ଗଲାବେଳେ ତା' ଶରୀରରେ ଭୀଷଣ ଗାତ୍ରଦାହ ହେଲା ଏବଂ ଥରକୁ ଥର ସେ ନାନକଙ୍କୁ। ହତ୍ୟା କରି ନପାରି ଫେରି ଆସିଲା। ନାନକ ବୁଝିପାରି ମର୍ଦ୍ଦାନାଙ୍କୁ ଭୈରବଙ୍କ ପାଖକୁ ପଠାଇ ପାଖକୁ ଡକାଇ ଆଣି ତାଙ୍କୁ ପବିତ୍ର ଜୀବନ ଯାପନ କରିବାକୁ ଉପଦେଶ ଦେଲେ। ଭୈରବଙ୍କ ମନରେ ଘୋର ପରିବର୍ତ୍ତନ ଆସିଲା। ନାନକଙ୍କୁ ମାରିବା ପାଇଁ ଭୈରବ ଯେଉଁ ଠେଙ୍ଗାଟି ଆଣିଥିଲା, ତାହା ଗଲାବେଳେ ପକାଇ ଦେଇଗଲା। ନାନକ ସେଇଟି ମାଟିରେ ପୋତି ଦେଲେ ଏବଂ ସେଥିରେ ପାଣି ଦେଲେ।